ସେ ବଇନା ନେଇ ନାହାନ୍ତି? -ଧେତ୍, କଣ ଗୁଡ଼ାଏ କହୁଛ? ସେ ସେମିତି ଲୋକ ନୁହନ୍ତି। ସେ ଜଣେ ପ୍ରକୃତରେ ହୃଦୟବାନ୍ ଲୋକ। ସେ ଅପରକୁ ଠକେଇବେ କାହିଁକି? ମଣିଷ କ'ଣ ମଣିଷର କଥାକୁ ବିଶ୍ୱାସ କରି ପାରିବ ନାହିଁ? ବିଶ୍ୱାସରେ ଜଗତ ଚାଲୁଛି। -ବିଶ୍ୱାସରେ ନୁହେଁ ବିଶ୍ୱାସକୁ ଆଖିଠାର ମାରିବାରେ ସଂସାର ଚାଲୁଛି। ନଟରାଜ ତାଙ୍କର ପ୍ରିୟତମା ଘରଣୀକୁ ଆଖିଠାରରେ ଯେମିତି ଭୁଲେଇଛନ୍ତି ଠିକ୍ ସେମିତି ନକ୍ଷତ୍ରମାଳୀ ତା'ର ଆଖିଠାରରେ ନଟରାଜଙ୍କୁ ଭୁଲେଇଛି। କେହି କାହାକୁ ଶେଷରେ ଠକିବେ ନାହିଁ। ଠକିବା ବଡ଼ ବିପଦଜନକ ଅପରାଧ। -ଏଇପରି ସଂସାରରେ ପୁଣି ଏଇ କଲେଜରେ, ଏଇ ସହରରେ ଆମକୁ ଏତେ କଥା ଶୁଣାଇଲେ? -ଫାଦା ମାଡ଼ି ନାହାଁନ୍ତି। ଦୂରରୁ ପାଟି କରିଛନ୍ତି-ବିପଦ-ବିପଦ-ସାବଧାନ। ବିଜୁଳି ଷ୍ଟେସନରେ ଦୁଇଟି ହାଡ଼ର ଓ ଖପୁରୀର ଚିହ୍ନପରି। ବିଜୁଳିର କଳକବ୍ଜା ଚଳାଇ ବିଜୁଳିବାଲା ପେଟ ପୋଷେ। ସାପକୁ ଧରି ପୋଷି ସାପୁଆ ପେଟ ପୋଷେ। ଯିଏ ସବୁକୁ ଅଭାଜନ, ସେମାନେ ସେତିକି ବକୁବସ୍ କରିଥାନ୍ତି। ଖରାପ ପାଖକୁ ଯିଏ ଆସିବ-ସେ ଖରାପକୁ ତାହାର ଜପାମାଳୀ କରିବାକୁ ବାଧ୍ୟ। -ହଉ, ଏଥର କହ ଅନାମ କିଏ? -ମିଛକଥା। ଚାଲ ସାଙ୍ଗହୋଇ ପନ୍ଦରଦିନ କେଉଁଠି ବୁଲାବୁଲି କରି ଆସିବା। ଗୋଟାଏ ମଜ୍ଜା କରିବାକୁ କହୁଥିଲି ସେମିତି, ଅନାମ କିଏ? -ଅନାମ କାହିଁକି ଏଠିକି ଆସିବ? ଆମର ବିଚିତ୍ର ଜୀବନରେ ଆଉ କ'ଣ କାହାର ସ୍ଥାନ ଅଛି? ଆମକୁ ଏକୁଟିଆ ହୋଇ ରହିବାକୁ ପଡ଼ିବ। -ସତରେ ଅଳକା। ଆମର ଭବିଷ୍ୟତ ଭାରି ଅନ୍ଧାରିଆ। ଆମର ସ୍ଥାନ କେଉଁଠି ହବ ନାହିଁ। ନିଜର ଗୁଣରେ ନିଜେ ପୋଡ଼ି ହୋଇ ଆସିଲୁଣି। ଏଣିକି ପୋତି ହୋଇଯିବୁ। -ସେ କଥା ସବୁ ଭାବି ଲାଭ କ'ଣ? କିଏ ଆଗରେ କିଏ ପଛରେ ଲୋପ ପାଏ। ଆମର ଲୋପ ହୋଇଯିବା ଯୋଗ ଶୀଘ୍ର ଆସିଗଲେ ଆଉ ଉପାୟ କ'ଣ? ଶେଷ ହୋଇଯିବା ଭଲ। -ଏତେ ସମ୍ପଦ, ଏତେ ଗୌରବ ତାହାହେଲେ ଗୋଟାଏ ଜୀବନ ପାଇଁ ସ୍ଥାୟୀ ହେବ ନାହିଁ? -କିଏ ଜାଣେ? ଯେଉଁମାନେ ସାମାନ୍ୟ ସଫଳତା ପାଇବେ ବୋଲି ଆଜୀବନ ସାଧ୍ୟ ସାଧନା କରୁଥାନ୍ତି ତାଙ୍କୁ ଏଇ ସୃଷ୍ଟିଟା ସବୁବେଳେ ବିହ୍ୱଳ କରେ। କିନ୍ତୁ ଯେଉଁମାନେ ଅଳ୍ପ ବୟସରେ ସଫଳତା ପାଇଥାନ୍ତି ତାଙ୍କ ପାଇଁ ସବୁଯାକ ଶୂନ୍ୟ-ହାହାକାରମୟ। ସେଇଆ ଯଦି ଆମକୁ ମିଳେ, ତେବେ-ତେବେ କହିବାର ତନ୍ମୟତାରେ ନକ୍ଷତ୍ରମାଳୀ ନୀରବ ହୋଇଗଲା। କ'ଣ ଭାବି ଟେବୁଲ ଉପରେ ହାତ ଭରାଦେଇ ମୁହଁ ଢାଙ୍କିଲା। ବିକ୍ଷୁବ୍ଧ ଜୀବନରେ ପରିଣତି ନକ୍ଷତ୍ରକୁ ଭୟ ଦେଖାଇଲା। ଜୀବନର ଦୀପ ଏତେ ଆଲୋକ ଦେଇ ସବୁଦିନକୁ ରହିପାରିବ ନାହିଁ। ଅଳକା ସେମିତି ବିବ୍ରତ ଭାବରେ ଚାହିଁଥିଲା ନକ୍ଷତ୍ରକୁ। ଦିହେଁ ସମବୟସୀ-ଅନ୍ତରଙ୍ଗ ବନ୍ଧୁ। ଜୀବନରେ ଏହି ବାଇଶି ବର୍ଷର ଯାତ୍ରା ପଥରେ ଯେତେ ଭୋଗ, ଅନୁଭବ ଓ ଦୃଶ୍ୟ ଦେଖିସାରିଲେଣି ସେଥିରେ ଆଉ କ'ଣ ହେବ କି ନ ହେବ ଭାବିବାର କଥା ନାହିଁ। ଅଳକା ସେତେବେଳେ ଭଜକୃଷ୍ଣ କଥା ଭାବୁଥିଲା-ଆହା, ବିଚରା କେଡ଼େ ସରଳ? ଅଳକା ସାଙ୍ଗରେ କଥା କହିବ ବୋଲି କେତେ ବିହ୍ୱଳ? ଅଳକା ସେହି ରମାକାନ୍ତ ଆଖିରେ ଗୋଟାଏ ଦେବୀ-ଗୋଟାଏ ଅପ୍ସରା। ଅଳକାର ମନଟା ଅସୀମ କରୁଣାରେ ଭରିଗଲା। ଅଳକାକୁ ହେଲେ ମିଳନ୍ତା ଏଇ ରମାକାନ୍ତ ପରି ଜଣେ ଲୋକ ମିଳିପାରିବ କି? ସେ ଯୋଗ୍ୟତା କ'ଣ ଅଳକାର ଅଛି? -ଆଉ କ'ଣ କିଛି ବଳକା ରହିଛି ଅଳକା ପାଖରେ? -ଏଇ ଭଜକୃଷ୍ଣ ପାଇଁ? ନକ୍ଷତ୍ରମାଳୀ ମନଟା ପିତା ହୋଇ ଯାଇଥିଲା। ଉଦ୍ଦାମ ଓ ଉତ୍ସୃଙ୍ଖଳ ଜୀବନର ପରିଣତି ହେଉଛି ରିକ୍ତତା। ପ୍ରତିଶ୍ରୁତି ଯେତିକି ଅଧିକ-ବ୍ୟର୍ଥତା ମଧ୍ୟ ସେତିକି ଅଧିକ। କିଏ ଚାହେଁ ରିକ୍ତ ହେବାକୁ? ମଣିଷ ସ୍ୱଭାବରେ ସମ୍ପଦ-ସର୍ବସ୍ୱ। ପଶୁମାନେ କେବଳ ରିକ୍ତ ହୋଇ ପାରନ୍ତି। ସେମାନଙ୍କର ଭବିଷ୍ୟତର ବିଚାର ନାହିଁ। -ଉଠ, ନକ୍ଷତ୍ର। କ'ଣ ଏତେ ମୁଣ୍ଡପୋତି ଭାବୁଛ? -ଭାବୁଥିଲି ମୁଁ ହେଲେ ଗୋଟାଏ ପଶୁ କି ପକ୍ଷୀ ହୋଇଥା'ନ୍ତି। ତାହାହେଲେ ଭବିଷ୍ୟତ ଆମକୁ ଡରାଇ ପାରନ୍ତା ନାହିଁ। -ବାଜେ କଥା। ବ୍ୟର୍ଥତାର ଔଷଧ ହେଉଛି ନିଶା। ଆମେ ମଣିଷମାନେ ହଜାର ହଜାର ବର୍ଷ ହେଲାଣି ଏମିତି ବ୍ୟର୍ଥ। ସେଥିପାଇଁ ନିଶାପାଣି ଚାଲିଛି କେଉଁ ଅତୀତରୁ କେଜାଣି। ଭଗବାନ ମଧ୍ୟ ସେଇଆ ବୁଝିଛନ୍ତି। ମଦ, ଅଫିମ, ଗଞ୍ଜେଇ, କୋକେନ୍, ଦୋକ୍ତା, ଗରଳ-ସବୁ ତାଙ୍କରି ଭିଆଣ।